ଆସିଲାବେଳେ ଆସିଥିଲି ତାରି ଗାଡ଼ିରେ, ଯିବି ମଧ୍ୟ ସେଇ ଗାଡ଼ିରେ। ଦାର୍ଜିଲିଂର ଦୁଧିଆଗୁଆ ଚୋବାଇ ଚୋବାଇ ମୁଁ ଅପେକ୍ଷା କରିଚି ଗାଡ଼ିକୁ ନୁହେଁ–ସ୍ୱପ୍ନାକୁ। ଆମ ଗାଡ଼ି ଯିବା ପୂର୍ବରୁ ସ୍ୱପ୍ନାର ଗାଡ଼ି ପହଞ୍ଚନ୍ତା କି। ଅନ୍ତତଃ ଦେଖନ୍ତି, ସ୍ୱପ୍ନା ମୋ ଆଖିରେ ସ୍ୱପ୍ନ ଭଳି ଭାସି ଆସିଚି ଗତ ସାତ ଗୋଟିଏ ପଲକରେ। କଥାବାର୍ତ୍ତା ହୁଅନ୍ତି ଅନ୍ତତଃ ଗୋଟିଏ ପଦ। କିନ୍ତୁ ହେଲାନି। ହରିସିଂର ମଟର ଷ୍ଟାର୍ଟ ଦେଲା। ରତ୍ନା କାନ୍ଦି ଉଠିଲା–ଖାଲି ଗୋରାଦା, ଗୋରାଦା। ରତ୍ନାକୁ ମୁଁ କ'ଣ ବୋଲି ବୁଝେଇବି-। ସେ ଜାଣେନା ମୋ ଅନ୍ତରଟା। ସ୍ୱପ୍ନା ଭଳି ଶହଶହ ବୁଟିଆବାଳିକା ରକ୍ତ-ଗୋଲାପପରି ତା' ଆଖି ଆଗରେ ଏଇତ ମଟର ଷ୍ଟାଣ୍ଡରେ ଢଳିଢଳି ଚାଲିଚନ୍ତି। ଏମାନଙ୍କଠୁ ବଳି କ'ଣ ସ୍ୱପ୍ନା ଅତି ସୁନ୍ଦର? ବିଦାୟ। ନେଲି ଦାର୍ଜିଲିଂଠୁ, ରତ୍ନାଠୁ, ରତ୍ନାମାଆଠୁ, ସମସ୍ତଙ୍କଠୁ। ମଟର ଷ୍ଟାଟ ଶବ୍ଦର ପ୍ରତିଧ୍ୱନି ପରି ମନେହେଲା, ଚାରିଆଡ଼େ ଖାଲି ଶୁଭୁଚି ବିଦାୟ, ବିଦାୟ– ବାଟରେ ବହୁତ ଯାତ୍ରୀବାହୀ ଗାଡ଼ି ଅତିକ୍ରମ କରି ଚାଲିଚନ୍ତି। ସବୁ ଗାଡ଼ିକୁ ନିରୀକ୍ଷଣ କରି ମୁଁ ଖୋଜୁଚି ଜଣେ ଅପରିଚିତାର ମୁହଁ–ସ୍ୱପ୍ନା। କେତେ ଯାତ୍ରୀ, କେତେ କିଶୋରୀ–କେତେ ଯୁବତୀ। ବଙ୍ଗାଳୀ, ମାରୁଆଡ଼ି, ବିହାରୀ-। ନବ କୁସମିତ ଚେହେରା। ମୋ ମନରେ ଗୋଟିଏ ପ୍ରଶ୍ନ, ଏମାନଙ୍କ ଭିତରେ ସ୍ୱପ୍ନା କିଏ? ଦେଖିଲେ ଅନ୍ତତଃ ହାତଠାରି କହନ୍ତି, ମା ଚିଠିରେ ଯେଉଁ ଗୋରାଦାର ପ୍ରଶଂସା କରି ତମ ପାଖକୁ ଚିଠି ଲେଖିଥିଲେ–ମୁଁ ସେହି ହତଭାଗା ଗୋରାଦା। ପନ୍ଦର ଦିନ ପରେ ବସାକୁ ଫେରି ଦେଖିଲି ଗୋଟିଏ ରଙ୍ଗୀନ ଲଫାଫା। ଭିତରେ ଖଣ୍ଡିଏ ଚିଠି। ବଙ୍ଗଳା ଅକ୍ଷର। ତାରିଖ, ଠିକ୍ଣା, ନା, ପରିଚୟ କିଛି ନାହିଁ। ବାହାରକୁ ଦେଖିବାକୁ ବେଶ୍ ଗୁଡ଼ିଏ ସୁନ୍ଦର ଅକ୍ଷର। ପୃଷ୍ଠା ପରେ ପୃଷ୍ଠା, ଏକ–ଦୁଇ–ତିନି। ତଳେ ଛୋଟ ବଙ୍କା ଅସସ୍ପଷ୍ଟ ଅକ୍ଷର। ''ତୋମାର '' ''ମୋର, ଏ ପୁଣି କିଏ? '' ''ରତ୍ନା? ଲାହାମୁକିପା? '' ଉତ୍କଣ୍ଠିତ ମନରେ ପଢ଼ା ଆରମ୍ଭ କଲି। ବଙ୍ଗଳା ଭାଷାର ଜଟିଳତା ଭିତରେ ମୁଁ ଅନୁଭବ କରୁଥାଏ ଏକ ମଧୁର ସମ୍ବେଦନା। ସରସ ସକରୁଣ ଭାଷା। ଚିଠିରେ ଲେଖାଥିଲା– ଗୋରାଦା! ମାଆର ଚିଠିରୁ ତୁମର ପ୍ରଶଂସା ଶୁଣିଥିଲି ବହୁଥର। ଅଧୀର ହୋଇ କଲିକତାର ଉଷ୍ଣତା ଛାଡ଼ି ଯାଇଥିଲି ତୁମକୁ ଦେଖିବା ପାଇଁ ଶମ୍ଭଦାକୁ କହିଲି–ଟିକିଏ ଛାଡ଼ି ଦେଇ ଆସନା। ଶମ୍ଭୁଦା କହିଲା–ପାଗଳି; ଶୀତଦିନେ କ'ଣ କିଏ ଦାର୍ଜିଲିଂ ଯାଏ? ''ହଁ ଯିବାକୁ ହିଁ ପଡ଼ିବ। '' ''ତେବେ ମୁଁ ଯାଇ ପାରିବିନି''–ଶମ୍ଭୁଦା ନାହିଁ କଲା। ଏକା ଏକା ଆସିଲି ଦାର୍ଜିଲିଂ। ମଟର ଷ୍ଟାଣ୍ଡରେ ମାଆକୁ ଦେଖିବା ମାତ୍ରେ ପଚାରିଲି–ଗୋରାଦା? ମାଆ କହିଲେ–''ଚାଲିଗଲା ଦଶମିନିଟ ହେବ। '' ମନ କ'ଣ ହୋଇଥିବ ତୁମେ ପୁରୁଷଗୁଡ଼ାକ କୁଆଡ଼ୁ ବୁଝିବ? ଯଦି ବୁଝିପାରନ୍ତ ଆମ ମନକଥା '' ଚିଠିରେ ଥିଲା–ଆହୁରି ଅନେକ କଥା...। ଡାକମୋହରରୁ ଦେଖିଲି ଚିଠି ଆସିଚି ଦାର୍ଜିଲିଂରୁ ଠିକ୍ ସେହି ତାରିଖରେ ମୁଁ ଯେଉଁଦିନ ଦାର୍ଜିଲିଂ ଛାଡ଼ିଥିଲି। ଏକ ବର୍ଷ ପରେ ବାବୁଭାଇ। ମନେଥିବ ତୁମର ଭୁବନେଶ୍ୱର କେଦାରଗୌରୀ କୁଣ୍ଡ ପାଖରେ ତୁମେ ବିଶ୍ରାମ ନେଇଥିଲ କେତେଦିନ ପାଇଁ। ପାଖରେ ବହେନ୍ଜୀ ଆଉ ମୁଁ। ପଡ଼ିଶା ଘରେ ଥାଆନ୍ତି ଏକ ବଙ୍ଗାଳୀ ପରିବାର–ଦିବ୍ରୁଗଡ଼ର ଏକ ଚାହା ବଗିଚାର ମାଲିକ। ତୁମେ ଚାହା ପିଅ ନାହିଁ, କିନ୍ତୁ ପିଇଥିଲ ସେଦିନ ବଙ୍ଗାଳୀ ଭଦ୍ରଲୋକଙ୍କ ଅନୁରୋଧରେ। ଭଲ ଚାହା, ତଟକା। ଚାହା ବଗିଚାର ମାଲିକଙ୍କ ପାଖରୁ ଚାହା ପିଇବା ତୁମକୁ ଭାରି ଭଲ ଲାଗିଥିଲା। ଭଦ୍ରଲୋକଙ୍କ ସାଙ୍ଗରେ ଥିଲେ ତାଙ୍କର ବିବାହିତା କନ୍ୟା, ଜାମାତା ଆଉ ନାତୁଣୀ ବାବ୍ଲି। ଆଜି ତାଙ୍କରି ଘରେ ବସି ଚିଠି ଲେଖିଲାବେଳେ ମନେ ପଡ଼ୁଚି ସେଦିନର କଥା। ବାବ୍ଲି ଧାଇଁ ଆସୁଛି, ଅଝଟ ତାର ତୁମ ପାଖକୁ ସିଏ ବି ଚିଠି ଲେଖିବ। ମନେ ପଡ଼ୁଚି ତୁମ କୋଳରେ ସେ ଘୁମାଏ, ମା' ଯେତେ ଡାକିଲେ ଘରକୁ ଯାଏନା। ତୁମ ପାଖ ଛାଡ଼ିବାକୁ ଇଚ୍ଛା ହୁଏନି ତାର। ତାର ଇଚ୍ଛା ହେଉଥିଲା, ତୁମ ପାଖରେ ରହି ନାଚ ଗୀତ ଶିଖନ୍ତା କଳାବିକାଶ କେନ୍ଦ୍ରରେ। ବହେନ୍ଜୀ ରୁଟି ସେକି ଦିଅନ୍ତେ ସେ ଖାଆନ୍ତା। ଗୁଜୁରାଟୀ ଖାଦ୍ୟ ଗାଣ୍ଠିଆ, ସେଉ ତାକୁ ଭାରି ଭଲଲାଗେ। ଏ ଦିବ୍ରୁଗଡ଼ଟା ତାକୁ ଖରାପ ଲାଗୁଚି। ଚିଟା ହୋଇଗଲାଣି ତା ମନ ଏ ଶୈଳ-ସବୁଜିମା ଦେଖି ଦେଖି। ସବୁବେଳେ ବର୍ଷା ଆଉ ଶୀତ।